' 'ମି: ଶତ୍ରୁଜିତ! ସଂପୂର୍ଣ୍ଣ ଅପରିଚିତ ହୋଇ ମୋତେ ଆପଣ ଯୋଉ ସାହାଯ୍ୟ ସହାନୁଭୁତି ଦେଖାଉଛନ୍ତି, ତାର ଋଣ ମୁଁ ଜୀବନରେ କେବେ ଶୁଝିପାରିବି ନାହିଁ। କିନ୍ତୁ କିନ୍ତୁ ମି: ଶତ୍ରୁଜିତ ସେଇ ଚିଠିରେ ମାଆ ମୋତେ ଅତି ବିନୀତ ଭାବରେ ଅନୁରୋଧ କରିଯାଇଛନ୍ତି, ଯେକୌଣସି ପରିସ୍ଥିତି ଆଉ ପରିବେଶରେ ପଡ଼ିଲେ ବି ମୁଁ ଯେମିତି ସେଇ ଅପ୍ରିୟ ସତ୍ୟ ପ୍ରକାଶ ନ କରେ। ଆଉ ଏଇ ବିଷୟ ଜାଣି ଯେମିତି କାହାରି ପ୍ରତି ପ୍ରତିଶୋଧପରାୟଣ ହୋଇ ନ ପଡ଼େ। ' ଶତ୍ରୁଜିତ କ୍ଷଣେକାଳ ଜୟନ୍ତୀର ଅସହାୟ ମୁଖମଣ୍ଡଳ ଉପରେ ଦୃଷ୍ଟିପାତ କଲେ। ତା'ପରେ କହିଲେ, 'ଅବଶ୍ୟ ତମ କଥାର ଗୁରୁତ୍ୱ ମୁଁ ବୁଝୁଛି। କିନ୍ତୁ ଏଇ ଯୋଉ ପରିସ୍ଥିତିରେ ତମେ ପ୍ରମୋଦଙ୍କୁ ପକାଇଦେଇଛ, ତାଙ୍କ ପ୍ରତିତ ତମର କର୍ତ୍ତବ୍ୟ ରହିଚି। ' ଜୟନ୍ତୀ ବିଶେଷ ଭାବରେ ଗମ୍ଭୀର ହୋଇଉଠିଲା। ଶତ୍ରୁଜିତ ତାକୁ ଭାବିବାକୁ ଛାଡ଼ିଦେଇ ନୀରବରେ ସିଗାରେଟ ଟାଣିବାରେ ଲାଗିଲେ। ଅବଶେଷରେ ଜୟନ୍ତୀ କହିଲା, 'ମୁଁ ଆଜି ଜୀବନରେ ପ୍ରଥମଥର ପାଇଁ ମୋର ମାଆଙ୍କର ଅନୁରୋଧ ଭାଙ୍ଗିବାକୁ ଯାଉଛି, ମି: ଶତ୍ରୁଜିତ! ' ଶତ୍ରୁଜିତ ଲକ୍ଷ୍ୟ କଲେ, ଏଇକଥା କହିବା ମାତ୍ରେ ଜୟନ୍ତୀ ଯେମିତି ଗଭୀର ଯନ୍ତ୍ରଣା ଅନୁଭବ କରୁଥିଲା। ଚକ୍ଷୁ ଦୁଇଟି ତା'ର ମୁଦ୍ରିତ ହୋଇଆସିଲା। କେତେକ ସମୟ ପରେ ସେ କହିଲା, ଏଇ କଥାଟି ମୋ ଜୀବନରେ ଏକାନ୍ତ ଗୋପନୀୟ। ' 'ଜୟନ୍ତୀ! ' ତାକୁ ଉତ୍ସାହିତ କରିବାପାଇଁ ମଧୁର କଣ୍ଠରେ ସେ କହିଉଠିଲେ ଜୟନ୍ତୀ ନିଜର ମୁଖ ଅବନତ କରି କହିଲା, 'ଆପଣ ନିଶ୍ଚୟ ଏହା ପୂର୍ବରୁ ଅମ୍ୱରୀଶବାବୁ ଅଥବା ବନମାଳୀକୁ ଦେଖା କରିଛନ୍ତି। ମୋର ମାଆଙ୍କ ବିଷୟରେ କେତେକ ତଥ୍ୟ ସଂଗ୍ରହ କରିସାରିଛନ୍ତି। ତାହା ନ ହେଲେ ମୋ ପାଖରେ ଥିବା ସେଇ ଚିଠିଖଣ୍ଡିକ ବିଷୟରେ ଆପଣ କେବେ ଜାଣି ପାରି ନ ଥାନ୍ତେ। ' କିନ୍ତୁ ସେମାନେ ଯୋଉ କଥା ଭୁଲରେ ସୁଦ୍ଧା ଜାଣିପାରି ନ ଥିଲେ ସେଇ କଥା ମୁଁ ଆପଣଙ୍କୁ କହୁଛି, ଅର୍ଥାତ୍ ମୋର ଜନ୍ମଦାତା ବିଷୟରେ। ଏତକ କହି ବେଶ୍ କିଛି ସମୟ ନୀରବ ହେଇଗଲା ଜୟନ୍ତୀ। ତାପରେ ଭଗ୍ନକଣ୍ଠରେ କହିଲା, 'ଏଭଳି ଷଡ଼ଯନ୍ତ୍ରକାରୀ ପାପାତ୍ମାକୁ ମୁଁ ପିତା ବୋଲି ପରିଚୟ ଦେବାକୁ ମଧ୍ୟ ଘୃଣା କରେ ମି: ଶତ୍ରୁଜିତ! ଏପରିକି ଏଇ କଥା ତାଙ୍କ ଜୀବିତାବସ୍ଥାରେ ମଧ୍ୟ ତାଙ୍କୁ ଜାଣିବାର ସୁଯୋଗ ମୁଁ ଦେଇ ନ ଥିଲି। ' 'ମାନେ, ଅନନ୍ତ ଦାସ ତମର ପିତା? ' 'ହଁ। କିନ୍ତୁ ତା ଭଳି ଏକ କାମୁକ ପିଶାଚକୁ ବାପା ବୋଲି ଗ୍ରହଣ ନ କରିବାକୁ ମାଆ ମୋତେ ନିର୍ଦ୍ଦେଶ ଦେଇଯାଇଥିଲେ। ' 'ମାନେ? ' 'ଆପଣ ମାଆଙ୍କ ଜୀବନର ସେଇ ଦାରୁଣ ବିପର୍ଯ୍ୟୟର କାହାଣୀ ଶୁଣିନାହାନ୍ତି। ଅବଶ୍ୟ ମୋ ଜୀବନରେ ତାଙ୍କର ଜୀବନକାହାଣୀ ଏକ ଶିକ୍ଷାର ପ୍ରଦୀପ ହେବ ବୋଲି ସେ ନିଃସଙ୍କୋଚ ଭାବରେ ବର୍ଣ୍ଣନା କରିଯାଇଛନ୍ତି। ମାଆ ବିକ୍ରମ ଦାସ ଅର୍ଥାତ୍ ପ୍ରମୋଦଙ୍କର ବାପାଙ୍କୁ ଖୁବ୍ ଭଲ ପାଉଥିଲେ। କିନ୍ତୁ ତାଙ୍କୁ ବଳାତ୍କର କରି ଏକ ପାର୍ବତ୍ୟ ଗୁହାରେ ଲୁଚାଇ ରଖି ଅନନ୍ତ ଦାସ ପାଶବିକ ଅତ୍ୟାଚାର କରିଥିଲେ। ସେହି ଅବସ୍ଥାରେ ତାଙ୍କୁ ଅନନ୍ତ ଦାସ କହୁଥିଲେ ଯେ ସେ ଯଦି ତାଙ୍କୁ ଅର୍ଥାତ୍ ଅନନ୍ତ ଦାସଙ୍କୁ ବିବାହ କରିବାକୁ ରାଜି ହୁଅନ୍ତୁ, ତା'ହେଲେ ବିକ୍ରମଙ୍କର ସମସ୍ତ ସମ୍ପତ୍ତି ନେଇ ଆସିବାକୁ ତାଙ୍କୁ ବେଶୀ ସମୟ ଲାଗିବ ନାହିଁ। ଆଉ ଉଭୟେ ଏଇ